ମନରେ କୌଣସି ଦ୍ୱିଧା ନ ଆଣି ସେ ଅନୁସରଣ କଲେ ମୂର୍ତ୍ତିଟିକୁ। ମୂର୍ତ୍ତିଟି ଏକ ବାମ୍ଫି ନିକଟକୁ ଯାଇ ଅଦୃଶ୍ୟ ହୋଇଗଲା। ତାହା ହେଲେ ତାଙ୍କୁ କ'ଣ କେହି ପ୍ରତାରିତ କଲା? ଏ ତ ଶବରୀପାଙ୍କ ବାମ୍ଫି। ବୌଦ୍ଧ ତାନ୍ତ୍ରିକମାନେ ଯେତେବେଳେ ତନ୍ତ୍ରର ମହାନ୍ ଦେବୀ ବାରାହୀଙ୍କୁ ସ୍ଥାପନା କଲେ, ସେତେବେଳେ ସମଗ୍ର ଭାରତର ଚଉରାଶି ସିଦ୍ଧସାଧକଙ୍କୁ ଦେବୀଙ୍କ ଚତୁଃପାର୍ଶ୍ୱରେ ଗୋଟିଏ ଗୋଟିଏ ବାମ୍ଫି ଭାବେ ସ୍ଥାପନ କଲେ। କେବଳ ନାଁକୁ ମାତ୍ର ନୁହେଁ ପ୍ରକୃତରେ ସେମାନଙ୍କୁ ସେ ତନ୍ତ୍ର ଦ୍ୱାରା ଆଣି ପାରିଥିଲେ। ସେହି ବିଦେହୀ ମହାତ୍ମାମାନେ ଅଶଦିରୀଭାବେ ସେଠାରେ ରହି ଆସିଛନ୍ତି। ସେମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ କରିଛନ୍ତି ବହୁ ସାଧକ, ମହାପୁରୁଷ। ତାହାହେଲେ ସେହି ମୂର୍ତ୍ତି କଣ ଉଡ଼୍ର ଦେଶର ଅନ୍ୟତମ ସିଦ୍ଧ ସାଦ୍ଧକ ଶବରୀପାଙ୍କର? ଯଦି ହୁଏ ତେବେ ତାଙ୍କୁ ଡାକି ଆଣି ଅଦୃଶ୍ୟହୋଇଗଲେ କାହିଁକି? ବାମ୍ପିର ଅନତି ଦୂରରେ ଥିବା ଝଙ୍କା ଆମ୍ବଗଛ ମୂଳେ କିଏ ଜଣେ ଛିଡ଼ା ହୋଇଛି। ତାହାହଲେ କଣ ଶବରୀପ୍ପା ସେହି ଛାଇତଳେ ଦଣ୍ଡାୟ ମାନ? ବାରାହୀପୁତ୍ତ ସେଠାକୁ ଯିବ କି ନାହିଁ ଚିନ୍ତା କରୁଛନ୍ତି, ଏତିକିବେଳେ କାହାର ଚାପା କଣ୍ଠସ୍ୱର ଶୁଣିବାକୁ ପାଇଲେ। କଣ୍ଠରୁ ସ୍ପଷ୍ଟ ରୂପେ ତାଙ୍କର ଧାରଣା ହେଲା ସେଠାରେ ଜଣେ ପୁରୁଷ ଏବଂ ଆଉ ଜଣେ ନାରୀ କଥାବାର୍ତ୍ତା କରୁଛନ୍ତି। ପୁରୁଷ ଜଣକ କହୁଛି, ଆଉ ଡେରି କର ନାହିଁ। ଯଦି ଚାହ ତୁମ ସ୍ୱାମୀ ଆରୋଗ୍ୟ ଲାଭ କରିବେ ତେବେ ଭଲ ମନ୍ଦ ସବୁ ଭୁଲି ତୁମେ ତୁମ ଶରୀର ଦେବୀଙ୍କୁ ଦାନ କର। ଦେବୀ ଏଠି ପୁରୁଷଭାବେ ଆମ ଦେହରେ ପ୍ରବେଶ କରି ଉପଭୋଗ କରିବେ। ତା ପରେ ତୁମ ସ୍ୱାମୀ କିପରି ଭଲହେବେ, ତାହା ଶୂନ୍ୟବାଣୀ ହେବ। ନିଜକୁ ଠାକୁରାଣୀଙ୍କ ଠାରେ ସମର୍ପଣ କରି ନ ଦେଲେ ଠାକରାଣୀ ତୁମ କଥା କାହିଁକି ଶୁଣିବେ? ନା ମହାପ୍ରଭୁ! ମୁଁ ମୋର ସମସ୍ତ କିଛି ଠାକୁରାଣୀଙ୍କ ପାଖରେ ସମର୍ପଣ କରିଛି। କେବଳ ମୁଁ ଚାହେ, ମୋ ସ୍ୱାମୀ ଆରୋଗ୍ୟ ଲାଭ କରନ୍ତୁ। ଆପଣଙ୍କ କହିବା ମୁତାବକ ମାଛ, ମାଂସ, ମଦ ସବୁ ଆଣି ଏଠାରେ ଥୋଇଛି। ଆପଣଙ୍କ ନିର୍ଦ୍ଦେଶମତେ ନୂତନ ଚୂଲାରେ ପାକ ଦ୍ୱାରା ସିଦ୍ଧ କରିଛି ମାଛ, ମାଂସକୁ। କିନ୍ତୁ ମୁଁ ମୋ ଶରୀର ଦାନ କରିବି ଏକଥା ତ ଆପଣ ମୋତେ କହି ନ ଥିଲେ! ଏ ସବୁ ଉପଚାର ଦେବୀଙ୍କୁ ସମର୍ପଣ କଲାବେଳେ ତୁମେ ଶୁଦ୍ଧଭାବେ ସେଠାରେ ଉପବେସନ କରିବ। ପୂଜା ଠିକ୍ ମନ୍ଦିରରେ ନ ହୋଇ ମନ୍ଦିର ନିକଟସ୍ଥ ଶବରୀପାଙ୍କ ବାମ୍ଫି ନିକଟରେ ଆମ୍ୱଗଛ ମୂଳେ ହେବ। ସେଠାରେ ତୁମ ଛଡ଼ା। ଆଉ କେହି ବାହାରର ଲୋକ ରହିବେ ନାହିଁ। ଠିକ୍ ଆପଣଙ୍କ କଥାନୁଯାୟୀ ମୁଁ ସବୁ ପ୍ରସ୍ତୁତ କରିଛି। କିନ୍ତୁ ଦେହ ଦାନ କଥା- ଦେଖ ଏ ହେଉଛି ପଞ୍ଚମକାର ପୂଜା। ମଦ, ମାଛ, ମାଂସ, ମୁଦ୍ରା, ମୈଥୁନ, ଏହି ପାଞ୍ଚଟି ଉପଚାରରେ ପଞ୍ଚମକାର ସାଙ୍ଗ କରାଯାଏ। ମଦ, ମାଛ, ମାଂସ ତ, ତୁମେ ଆଣିଛ। ମୈଥୁନ ପାଇଁ ତୁମେ କି ବ୍ୟବସ୍ଥା କରିଛ କହିଲ ଟିକିଏ? କଣ ଉତ୍ତର ଦିଆଯିବ ତାହା ବୋଧେ ସ୍ତ୍ରୀ ଲୋକଟି ଭାବୁଥିଲା। ଟିକକ ପରେ ସେ କହିଲା, ଆପଣ ଯାହା କୁହନ୍ତୁ ମଦ, ମାଛ, ମାଂସ କଥା କହିଲାବେଳେ ମୈଥୁନ କଥା କହି ନ ଥିଲେ। କହିଥିଲେ ମୁଁ ଏଭଳି ପୂଜା କରି ପାରିବି କି